ଜୀବନର ଅନ୍ୟ ନାମ ଦାୟିତ୍ୱ-ବହନ। ଦାୟିତ୍ୱ ଥିଲେ ସମସ୍ୟା ଅଛି। ସମସ୍ୟା ସମାଧାନ ପଥରେ ଅନେକ ପରୀକ୍ଷା। ତାକୁ ନିର୍ବିବାଦର ଶେଷ କରି ପାରିଲେ ଆନନ୍ଦ ଲାଗେ। ଦାୟିତ୍ୱଟା ପୁଣି ଶେଷରେ ଆନନ୍ଦ ଦିଏ। ଦାୟିତ୍ୱ-ଶୂନ୍ୟ-ଜୀବନ ଜୀବନ ନୁହେଁ, ଆଳସ୍ୟର ମୂର୍ତ୍ତିମନ୍ତ ପରିପ୍ରକାଶ। ଆଉ ଏ ନିରାନନ୍ଦ ଆଳସ୍ୟକୁ ହିଁ ତ ଜଡ଼ ଶୀତଳ ମୃତ୍ୟୁ ସଙ୍ଗେ ତୁଳନା କରାଯାଇଥାଏ। ଅଶୋକ ନ୍ୟସ୍ତ ଦାୟିତ୍ୱକୁ ବିଭିନ୍ନ ପରୀକ୍ଷା ମଧ୍ୟରେ ଗତିକରି ସୁସମ୍ପନ୍ନ କରି ପାରିଛି। ନିର୍ବାଚନ କଥା ମନେ ପଡ଼ିଲେ, ସେହି ସାନ ବଡ଼ ଦୁର୍ଘଟଣାଗୁଡ଼ିକ ମନେ ପଡ଼ିବ। ସେହି ଦୁର୍ଘଟଣାଗୁଡ଼ିକ ତା'ର ବ୍ୟକ୍ତିଗତ ଜୀବନ ଉପରେ ସାମୟିକ ପ୍ରଭାବ ପକାଇଥିଲା; ବ୍ୟକ୍ତିତ୍ୱକୁ କ୍ଷୁର୍ଣ୍ଣ କଲାପରି କେତୋଟି କ୍ଷୁଦ୍ର ଅଥଚ ସ୍ମୃତିବହୁଳ ଘଟଣା। ମଣିଷଟିଏ ସହଜରେ ଚିହ୍ନାପଡ଼େ ନାହିଁ। ଅତି ଛୋଟ ଛୋଟ କାର୍ଯ୍ୟ-କାରଣ ସଙ୍ଗେ ତା' ଜୀବନର ପରିପ୍ରକାଶ ଅନ୍ତର୍ନିହିତ ଥାଏ। ଉପରକୁ ଭଦ୍ର ଓ ସଂଯମୀ ବୋଲି ଜଣାପଡ଼ିଲେ ବି ଘଟଣାବହୁଳ ପରିସ୍ଥିତିରେ ତା'ର ଅସଲ ରୂପ ଦେଖିହୁଏ। ନିର୍ବାଚନ ଦାୟିତ୍ୱରେ ଥିଲାବେଳେ କେତେ ଚିହ୍ନା, କେତେ ଅଚିହ୍ନା ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡ଼ିଥିଲା। ଚିହ୍ନା ଲୋକେ ଦୂରେଇ ଗଲେ, ଆଉ ଅଚିହ୍ନା ଲୋକେ ପାଖେଇ ଆସିଲେ। ସେମାନଙ୍କ ସାନ୍ନିଧ୍ୟ ଲାଭକରି ନିର୍ବାଚନର କେତୋଟି ଯାନ୍ତ୍ରିକ ପରିବେଶ ସାର୍ଥକ ହେଲା। ସେ ବି ନିର୍ବାଚନର ଅନୁଭୂତିର କେତୋଟି ମୁଖ୍ୟ ଅଙ୍ଗ କିନ୍ତୁ ପାରିକୁଦର ସଜୀବ ପ୍ରକୃତି ଭିତରେ ସେହି କଟୁ, ତିକ୍ତ, କଷାୟ ଅନୁଭୂତିତକ ମିଶିଗଲା। ମନ ସତେଜ ହୋଇଉଠିଲା। ଚିରବସନ୍ତର ଲୀଳାକ୍ଷେତ୍ର କୃଷ୍ଣପ୍ରସାଦ କେତୋଟି ବ୍ୟସ୍ତ ପ୍ରାଣରେ ଅମୃତର ସ୍ପର୍ଶ ଦେଲା। ଯେତକଯାକ ତିକ୍ତ ଅନୁଭୂତି ଆସିଛି ବିଦାୟଲଗ୍ନରେ ଭୁଲିଯିବା ଉଚିତ। ହେବ। ତିକ୍ତ ଅଭିଜ୍ଞତାକୁ ଚିଲିକାର ନୀଳତରଙ୍ଗ ଭିତରେ ଭସାଇ ଦେବାକୁ। ସେ କଥା ଭାବି ଆଉ ଲାଭ ନାହିଁ। ମନେ ପକାଇ ଅଯଥା ଉତ୍କଣ୍ଠାକୁ ବଞ୍ଚାଇ ରଖିବାର କିଛି ମାନେ ହୁଏନାଁ। ଏ ଜୀବନ ବଞ୍ଚିବାପାଇଁ, ହସିବାପାଇଁ। ହସିଲେ ଆୟୁ ବଢ଼େ, ଦୁଃଖକଲେ କ୍ଷୟ ହୁଏ। ନିର୍ବାଚନ ପର ଦାୟିତ୍ୱକୁ ମିଶ୍ରବାବୁ ଆଡ଼େଇ ଦେଲେ। ଭୋଟ ଗ୍ରହଣବେଳେ ଯେଉଁ କେତେ ଘଣ୍ଟା ପାଖରେ ବସିଛନ୍ତି, ସେଇ ଯଥେଷ୍ଟ। ଦ୍ୱିତୀୟ ଦାୟିତ୍ୱପୂର୍ଣ୍ଣ ଅଫିସର ଭାବରେ ମନୋନୀତ ହୋଇ ଯାଇଥିଲେ ହେଁ ଅଶୋକ ପାତ୍ର ତାଙ୍କୁ କିଛି ପଚାରି ନାହାନ୍ତି। ଏହାଠୁ ବଳି ଦୁଃଖଦାୟକ ଘଟଣା ଆଉ କଣ ଥାଇପାରେ? ତାଙ୍କର ବ୍ୟକ୍ତିତ୍ୱକୁ ଅସ୍ୱୀକାର କରାଗଲା। ତେଣୁ ନିର୍ବାଚନ ପର ଦାୟିତ୍ୱରେ ସହଯୋଗ କରି ଅଶୋକ ପାତ୍ରଙ୍କୁ ବ୍ୟକ୍ତିଗତ ଭାବରେ ଆପ୍ୟାୟିତ କରିବାକୁ ଚାହାନ୍ତି ନାହିଁ। ମହାପାତ୍ରବାବୁ ବି ଉଠିଯିବାକୁ ସ୍ଥିର କରିଥିଲେ। ସରକାର ତ ଆଉ ତାଙ୍କୁ ମିଶ୍ରବାବୁଙ୍କ ପଦବୀ ଦେଇ ନାହାନ୍ତି। ମିଛଟାରେ ସେ ବସିବେ କାହିଁକି? ନିଜର ବ୍ୟକ୍ତିଗତ କାମଧାମ ତ ରହିଛି। ଯେତିକି ସମୟ ସହଯୋଗ କରାଗଲା ସେତିକି ନାହିଁ କାମ୍ୟ। କିନ୍ତୁ ଅଶୋକ ପାତ୍ରଙ୍କ କଥା ଭାଙ୍ଗି ହେଉ ନ ଥିବାରୁ ପାଖରେ ବସିଲେ। ବନଲତା ଦାସ ଉଠି ଯିବାକୁ ଛିଡ଼ାହେଲେ। ନୂଆପଡ଼ା ଅନେକ ଦୂର। କ୍ୱାଟରରେ ଏଇନେ ଲଣ୍ଠନ ଜଳା ହୋଇ ନ ଥିବ। ଖୋଲା ଝରକାରୁ ଚିଲିକା ପବନ ପାଗଳ ପରି ଛୁଟିଆସି ଘର ଭିତରଟାକୁ ଅସ୍ତବ୍ୟସ୍ତ କରି ଦେଉଥିବ। ରକ୍ଷାଅଛି, ପାରିକୁଦ ମାଟିରେ ଚୋର ନାହାନ୍ତି। ଘରଟାକୁ ଠିଆମେଲା କରି ଛାଡ଼ି ଦେଇଥିଲେ ବି ଲୋକେ ସହର ଜାଗାପରି ଦୁଆର ଡେଇଁବେ ନାହିଁ। ଭୋକ ଉପାସରେ ପଡ଼ି ଛଟପଟ ହେଉଥିବେ ପଛକେ ଚୋରି କରିବେ ନାହିଁ। ସେମାନେ ଗରୀବ, ନିଃସହାୟ ସତ କିନ୍ତୁ ଚୋର କି କପଟୀ ନୁହନ୍ତି, ଚିଲିକା ପରି ସରଳ ସେମାନଙ୍କ ହୃଦୟ, ଚିଲିକା-ପବନ ପରି ଅତି ଖୋଲା ସେମାନଙ୍କ ମନ। 'ନିର୍ବାଚନ କେନ୍ଦ୍ର ନୂଆପଡ଼ାରେ ହୋଇଥିଲେ ଭଲ ହୋଇଥାନ୍ତା' ବନଲତା ଦାସ ମନ୍ତବ୍ୟ କଲେ। କାହିଁକି? କୃଷ୍ଣପ୍ରସାଦଟା ତ ମନ୍ଦ ନୁହେଁ। ମହାପାତ୍ରବାବୁ କହିଲେ। ''ସେଇଠି ନିମନ୍ତ୍ରଣ କରିବାର ସୌଭାଗ୍ୟ ଲାଭ କରିଥାନ୍ତି। ଦି'ପଦ କଥାଭାଷା କରିବାର ସୁଯୋଗ ମିଳିଥାନ୍ତା। '' 'ଆମେ ବଡ଼ ହତଭାଗ୍ୟ। ' ମିଶ୍ରବାବୁ ସହସା ପ୍ରବେଶ କରି କହିଲେ। 'ସେ ପୁଣି କେମିତିକା? ' ବନଲତା ଦାସ ବିସ୍ମୟ ପ୍ରକାଶ କଲେ। 'ଆପଣଙ୍କ ସାନ୍ନିଧ୍ୟ ଓ କଥୋପକଥନରୁ ବଞ୍ଚିତ ହେଲୁଁ। ' ମିଶ୍ରବାବୁଙ୍କର ସଂଳାପରେ ଶ୍ଳେଷ ଥିଲା। 'ସେ ମୋର ଦୁର୍ଭାଗ୍ୟ। ଆଉ କଥୋପକଥନ କଥା ଯାହା କହିଲେ, ସେ ବି କିଛି ନୁହେଁ-।